ଯଦି ଚାରିବର୍ଣ୍ଣଯାକ ମୈତ୍ରୀଭାବନା କରିପାରନ୍ତି, ତାହା ହେଲେ ବ୍ରାହ୍ମଣ ଶ୍ରେଷ୍ଠ ବର୍ଣ୍ଣର ଏବଂ ଅନ୍ୟ ବର୍ଣ୍ଣମାନେ ହୀନ ବୋଲି କହିବାରେ କି ଯୁକ୍ତି ଅଛି? ଗୌତମ କହିଲେ। ମାତ୍ର ପୂନର୍ବାର ଅଶ୍ୱଳାୟନ ସେହି ପୁରୁଣା କଥାର ଦୁଆ ଉଠାଇ କହିଲେ ଆପଣ ଯାହା କହନ୍ତୁ ପଛକେ, ଏକଥା ପୂରାପୂରି ସତ ଯେ ବ୍ରାହ୍ମଣ ନିଜକୁ ଶ୍ରେଷ୍ଠ ବୋଲି ମନେକରେ। ଅନ୍ୟମାନଙ୍କୁ ତାହାଠାରୁ ହୀନ ବୋଲି ଭାବିଥାଏ। ଗୌତମ କଥାଟି ଆହୁରି ଟିକିଏ ବୁଝାଇବାକୁ ଯାଇ କହିଲେ, ହେ ଅଶ୍ୱଳାୟନ! କୌଣସି ରାଜଚକ୍ରବର୍ତ୍ତୀ ଯଦି। ସବୁ ଜାତିର ଶହେ ପୁରୁଷଙ୍କୁ ଏକାଠି କରନ୍ତି ଓ ସେମାନଙ୍କ ମଧ୍ୟରୁ ବ୍ରାହ୍ମଣ, କ୍ଷତ୍ରିୟ କିମ୍ୱା ରାଜକୁଳୋଦ୍ଭବ ଲୋକଙ୍କୁ କହନ୍ତି, ହଇହେ ଏଠାକୁ ଆସ ଏବଂ ଶାଳ ବା ଚନ୍ଦନ ପରି ଉତ୍ତର ବୃକ୍ଷର ଉତ୍ତରଣି ନେଇ ଅଗ୍ନିଜାତ କରାଅ। ପୁଣି ଅନ୍ୟଆଡ଼େ ଚଣ୍ଡାଳ, ନିଷାଦହୀନ କୁଳର ଲୋକଙ୍କୁ ଯଦି ଡାକି କହନ୍ତି ହଇହେ ଇଆଡ଼କୁ ଆସ-କୁକୁରକୁ ଖାଇବାକୁ ଦିଆଯାଉଥିବା ପାତ୍ରରେ ବା ଘୁଷୁରିକୁ ଆହାର ଦିଆଯାଉଥିବା ପାତ୍ରରେ ଅଥବା ତନ୍ତୀର ରଙ୍ଗଦିଆ ପାତ୍ରରେ-ଗବ କାଠର ଉତ୍ତରାରଣିରେ ନିଆଁ ବାହାର କର, ତାହାହେଲେ ହେ ଅଶ୍ୱଳାୟନ ତୁମ୍ଭେ କଣ ମନେ କରିବ ଯେ ଉତ୍ତମ ଅରଣିରୁ ଉତ୍ପନ୍ନ ଅଗ୍ନି ଭାସ୍ୱର ଓ ତେଜିୟାନ ହେବ ଆଉ ଅନ୍ୟ ଅରଣିରୁ ଉତ୍ପନ୍ନ ଅଗ୍ନି କେବେ ସେପରି ହୋଇପାରିବ ନାହିଁ-ଏହି ଅଗ୍ନିରେ ମଧ୍ୟ ଦହନ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେବ? ଅଶ୍ୱଳାୟନ କହିଲେ, ଯେ କୌଣସି ବର୍ଣ୍ଣର ବ୍ୟକ୍ତି ଉତ୍ତମ ବା ଅଧମକାଠର ଉତ୍ତରାରଣି ପ୍ରସ୍ତୁତ କରି ଯେ କୌଣସି ସ୍ଥାନରେ ଅଗ୍ନି ଉତ୍ପାଦନ କରୁନା କାହିଁକି ତାହା ସମାନ ଭାବରେ ଭାସ୍ୱର ହେବ ଏବଂ ଅଗ୍ନିର ଯେ କୌଣସି କାର୍ଯ୍ୟ ସେହି ଅଗ୍ନିରେ ସମ୍ପାଦନ ହୋଇପାରିବ-। ଗୌତମ ଆଉ ଏକ ଯୁକ୍ତି ଦର୍ଶାଇ କହିଲେ, ଯଦି କୌଣସି କ୍ଷତ୍ରିୟ କୌଣସି ବ୍ରାହ୍ମଣ କନ୍ୟା ସହିତ ଦୈହିକ ସମ୍ବନ୍ଧ ରଖେ ଓ ତାହା ଫଳରେ ତାଙ୍କର ପୁତ୍ର ଜାତହୁଏ ତେବେ ସେ ତାର ପିତା ମାତାଙ୍କ ସଦୃଶ ଜଣେ ମଣିଷ ହେବନାହିଁ? ପୁଣି କୌଣସି ବ୍ରାହ୍ମଣ କୁମାର ଯଦି କୌଣସି କ୍ଷତ୍ରିୟ କନ୍ୟାକୁ ବିବାହ କରେ ଓ ତାଙ୍କର ପୁତ୍ର ଜାତ ହୁଏ, ତେବେ ତୁମେ କଣ ମନେ କରିବ ସେହି ସନ୍ତାନ ପିତା ମାତାଙ୍କ ପରି ନ ହୋଇ ଅନ୍ୟ ପ୍ରକାର ହେବ? ଏ ପ୍ରକାର ମିଶ୍ରିତ ବିବାହରୁ ଜାତ ହେବା ସନ୍ତାନ ତାର ପିତାମାତାଙ୍କ ପରି ହିଁ ହେବ। ତାକୁ ଆମେ ବ୍ରାହ୍ମଣ କହିପାରୁ କିମ୍ୱା କ୍ଷତ୍ରିୟ ମଧ୍ୟ କହିପାରୁ। କିନ୍ତୁ ହେ ଅଶ୍ୱଳାୟନ! କୌଣସି ଘୋଡ଼ାର ଓ ଗଧର ଶରୀର ସମ୍ପର୍କରୁ ଯେଉଁ ପିଲା ଜନ୍ମ ହେବ ତାକୁ କଣ ଆମେ ତାର ବାପ ମାଙ୍କ ଭଳି କହି ପାରିବା କି? ତାକୁ ଆମେ ଘୋଡ଼ା କହିବା ନା ଗଧ କହିବା? ଅଶ୍ୱଳାୟନ ମୁଣ୍ଡ ହଲାଇ କହିଲେ ନା, ତାକୁ ଘୋଡ଼ା କିମ୍ୱା ଗଧ କୁହାଯାଇ ପାରିବ ନାହିଁ। ସେ ହେବ ଏକ ଭିନ୍ନ ପ୍ରକାର ପ୍ରାଣୀ। ତାକୁ ଆମେ ଖେଚର ନାମରେ ଅଭିହିତ କରିଥାଉ। କିନ୍ତୁ ବ୍ରାହ୍ମଣ ଏବଂ କ୍ଷତ୍ରିୟଠାରୁ ଉତ୍ପନ ଶିଶୁଠାରେ ଏହା ପ୍ରଯୁଜ୍ୟ ନୁହେଁ। ହେ ଅଶ୍ୱଳାୟନ! ବ୍ରାହ୍ମଣ ଦୁଇଭାଇଙ୍କ ମଧ୍ୟରୁ ଜଣେ ଶିକ୍ଷିତ ଓ ବେଦଧ୍ୟାୟୀ। ଅନ୍ୟ ଜଣେ ଅଶିକ୍ଷିତ। ଶ୍ରାଦ୍ଧ ତଥା ଯଜ୍ଞ କାର୍ଯ୍ୟରେ ଆମେ କେଉଁ ଭାଇଙ୍କୁ ନିମନ୍ତ୍ରଣ କରିବା? ଶିକ୍ଷିତ ପୁତ୍ରଙ୍କୁ